ପରିଷ୍କାର ଦିନ ଥାଏ-। ପ୍ରକାଣ୍ଡ ନରଖାଦକ। ଲାଲୁବାବୁଙ୍କୁ ଦେଖି ନଥିଲା, ଯଦି ଓ ଲାଲୁବାବୁ ଅତି ଖୋଲାଟାରେ ଉପରେ ବସିଥିଲେ। ମଲାମଣିଷ ପାଖକୁ ଯାଅନ୍ତେ ଲାଲୁବାବୁ ଏକା ଗୁଳିକେ ତାକୁ ମାରିଦେଲେ। ଏଥିରୁ ଜଣାପଡ଼ିଛି ବାଘର ପ୍ରକୃତି ବେଶୀ ଲୋକ କଥାବାର୍ତ୍ତା ହୋଇ ଗଲେ ତାଙ୍କୁ ସେ ବାଟୋଇ ଦେଇ ଆସେ ଓ ସେମାନେ ଦୂରକୁ ଚାଲିଗଲା ପରେ ମଢ଼ ଉପରକୁ ନିଃସନ୍ଦେହରେ ଚାଲିଆସେ-। ଏଇ ସୁଯୋଗ ନେଇ ଶିକାରୀ ତା' ଉପରକୁ ଗୁଳି ଚଳାଇବାକୁ ସୁବିଧା ପାଏ। ସେହି ନ୍ୟାୟରେ ଆମ ଲୋକମାନେ ଆମକୁ ବସାଇ ଦେଇ ଚାଲିଗଲେ। ବେଳ ରତ ରତ ହୋଇ ଆସୁଛି। ଆଉ ଟିକକେ ଅନ୍ଧାର ହୋଇଯିବ। ଦୂର ଗାଁରେ ତେଲିଙ୍ଗି ବାଇଦର ଶବ୍ଦ ଶୁଭିଲାଣି। ଯଦି ଓ ସେଦିନ ଜହ୍ନରାତି ଥାଏ, ତେବେ ଜଙ୍ଗଲ ଭିତରକୁ ଜହ୍ନ ଆଲୁଅ ପଡ଼ିବାକୁ ରାତି ଆଠଟା କି ନଅଟା ହେବ। ସେ ଭିତରେ ଚିତାଟା ଆସିଲେ ମୋତେ କେବଳ ଟର୍ଚ୍ଚ ଆଲୁଅ ଉପରେ ନିର୍ଭର କରିବାକୁ ହେବ।,ଏହିପରି ଭାବୁ ଭାବୁ ଅନ୍ଧାର ହୋଇଗଲା। ଆମ ପାଖରେ ବସିଥିବା ପୁଲିସ ସାହେବ ବେଶି ସମୟ ଧୀର ହୋଇ ବସି ନ ପାରି ଖାଲି ଖସର ଖସର ହୋଇ ଗୋଡ଼ ବଦଳାଇବାରେ ଲାଗିଥାନ୍ତି। ଚାପା ଗଳାରେ ପଚାରୁଥାନ୍ତି, ବାଘ ଆସିଲାଣି କି? ଏଥିରେ ମୋର ଆଶା ପଣ୍ଡ ହୋଇଯିବ ବୋଲି ମୁଁ ବିଚାରିଥାଏ। ଯଦି ମହାବଳ ବାଘ ହୋଇଥାନ୍ତା ତେବେ ସେ କଦାପି ଆସନ୍ତା ନାହିଁ ମଢ଼ ପାଖକୁ। ବାଘର ଘ୍ରାଣ ଶକ୍ତି କମ ଥିଲେ ମଧ୍ୟ ତା'ର ଶ୍ରବଣ ଶକ୍ତି ଓ ଦୃଷ୍ଟି ଶକ୍ତି ଅତ୍ୟନ୍ତପ୍ରଖର। ତେଣୁ ପୁଲିସ ସାହେବଙ୍କୁ ବୟସ୍କ ବୋଲି କିଛି କହି ନ ପାରିଥିଲେ ମଧ୍ୟ ମନେ ମନେ ବିରକ୍ତ ହେଉଥାଏ। କାହିଁକି ସଙ୍ଗରେ ଆଣିଲି ବୋଲି ମନେ ମନେ ଧିକ୍କାରି ହେଉଥାଏ। ସେ ତ ଶିକାରୀ ନୁହନ୍ତି, ଆସି ଥିଲେ କ'ଣ ହୋଇ ନ ଥାନ୍ତା! ଇତ୍ୟାଦି ଇତ୍ୟାଦି କେତେ କ'ଣ ଭାବିଯାଉଥାଏ। ଅନ୍ଧାର ହେବାପରେ ଅଧଘଣ୍ଟାଏ ବିତିଗଲା। ଜଙ୍ଗଲ ଶୁନ୍ ଶାନ୍। ଦୁଇଜଣ ଲୋକ ପାଖରେ ଥିଲେ ମଧ୍ୟ ମନ ଭିତରେ ଟିକେ ଟିକେ ଭୟର ସଞ୍ଚାର ହେଉଥାଏ। କାଳେ ଯଦି କଲରାପତରିଆଟା ସିଡ଼ି ଚଢ଼ି ଆସେ ମଞ୍ଚା ଉପରକୁ! କାଳେ ଯଦି ଏଉଟା ନରଖାଦକ ହୋଇଥିବ-! ତାହାହେଲେ ତ ଆମ କଥା ସଇଲା! କିନ୍ତୁ ଆଗକୁ ବସିଥାଏ ମୁଁ। ତେଣୁ ସିଡ଼ି ଚଢ଼ି ଆସିଲେ ଆଗ ପୁଲିସ ସାହେବଙ୍କ ପାଖରେ ଚିତାଟା ପହଞ୍ଚି ଯିବନି କି! ତାଙ୍କର ଖସର ଖସର ହେବା ବାହାରିଯିବ ଯେ। ଏହିପରି ଗୁଡ଼ାଏ ଅବାନ୍ତର କଥା ମନ ଭିତରେ ଆସୁଥାଏ-। ବଣର ସାରିଆପତନି ଡାକ ଦେଲାଣି-ଟିହ'ଉଁ ଟିହ'ଉଁ। ଝିଣ୍ଟିକାର ଝିଁ ଝିଁ ଶବ୍ଦ ଦୂରରୁ ଶୁଭୁଛି। ତେଣେ ଗାଁର ତେଲିଙ୍ଗି ବାଇଦର ଶବ୍ଦ। ଆମେ ସବୁ ବସିଥାଉ ନିଶ୍ଚଳ ହୋଇ। ମୋର ମନର ସମସ୍ତ ଜୋର ଯାଇ କାନ ପାଖରେ ଠୂଳ! ଏପରି ସମୟରେ ହଠାତ୍ ଯେପରି ସବୁ ନିସ୍ତବ୍ଧ ହୋଇଗଲା-। କାନ ଡେରି ଶୁଣିଲି। ହାଡ଼ ଚୋବେଇବାର ଶବ୍ଦ ଶୁଭିଲା। ଚିତା ତାହାହେଲେ ଆସିଗଲା-? ମୋର ନିଃଶ୍ୱାସ ପ୍ରଖର ଗତିରେ ବୋହିବାକୁ ଲାଗିଲା। ବାଘଟାକୁ ଆଉ ଦୁଇ ମିନିଟ ଅଧିକା ସମୟ ଦେଲି ଖାଇବା ପାଇଁ-ସେ ନିର୍ଭୀକ ହୋଇଯିବ ବୋଲି ଏବଂ ମୁଁ ମଧ୍ୟ କିଞ୍ଚିତ ପ୍ରକୃତିସ୍ଥ ହୋଇଯିବି ୟା ଭିତରେ। ଲାଲୁବାବୁ କିନ୍ତୁ ମୋତେ ଚିମୁଟିବାରେ ଲାଗିଥାନ୍ତି ଘନ ଘନ।